ଅନ୍ୟର ଦୁଃଖ ସୁଖକୁ ଆପଣାର କରିବାକୁ ପ୍ରୟାସ କର। ସ୍ୱାର୍ଥର ସିଡ଼ିରେ ଯେତିକି ଚଢ଼ୁଥିବ, ବେଳ ପଡ଼ିଲେ ସେତିକି ପାହାଚ ଓହ୍ଲେଇବାକୁ ପଡ଼ିବ। ସ୍ୱାର୍ଥର ସିଡ଼ି ସ୍ୱର୍ଗକୁ ଲମ୍ୱି ନଥାଏ। ଆଉ ସେ ଭୁଲ କରନାହିଁ। ଇତିହାସର ପୃଷ୍ଠା ଫାଡ଼ି ଦେଖୁନ। ଗୋଟିଏ ହେଲେ ଚରିତ୍ର ପାଇବନି। କୌଣସି ଉଦ୍ଦେଶ୍ୟ ନ ଥାଇ ମୁଁ ଯେଉଁ ସହରରେ ଠିଆହୋଇ ଘଣ୍ଟା ଘଣ୍ଟା ମୂଲ୍ୟବାନ ସମୟ ଆପଣଙ୍କର ନଷ୍ଟକରି ଆପଣଙ୍କୁ କିଛି କହିବାକୁ ଚେଷ୍ଟା କରୁଛି; ସେ ସହର ଏକ ଦେଶାନ୍ତରୀମାନଙ୍କର ସହର। ଆପଣ, ମୁଁ ଏବଂ ଆମ୍ଭେମାନେ ସମସ୍ତେ କିଏ କୋଉ କଣରୁ ଆସି ଜୋକପରି ଏଠି ପଡ଼ିରହିଛେ। ନର୍ଦ୍ଦମାରେ ପଚିସଢ଼ି ଜୋକ ପାଲଟି ଯାଇଛେ। ଏ ଯନ୍ତ୍ରଣାମୟ ଜୀବନରୁ ମୁକ୍ତି ପାଇବାର କୌଣସି ରାସ୍ତା ମୁଁ ପାଉନାହିଁ। ରାସ୍ତା ଯେତେ ପରିଷ୍କାର ଓ ସିଧା ମନେ ହେଉଥିଲେ ବି ତାହା କ୍ରମଶଃ ସେତିକି କିଟିମିଟିଆ ଓ ଭୟଙ୍କର ଦିଶୁଛି ଏବଂ ଏପରି ପ୍ରଚଣ୍ତ ଭୟାନକ ରାସ୍ତାରେ ଯାତ୍ରା କରିବା ଆଦୌ ନିରାପଦ ମନେ ହେଉନାହିଁ। ଆମମାନଙ୍କୁ ପ୍ରଥମରୁ ଏପରି ଭାବେ ଟ୍ରେନିଂ ଦିଆଯାଇଛି ଯେ ଆମେମାନେ କୋଉ ମାନ୍ଧାତା ଅମଳରୁ ପଡ଼ିଥିବା ସେଇ ଗୁଳାରେ ଚାଲିବାକୁ ବାଧ୍ୟ। ସେଥିରୁ ବ୍ୟତିକ୍ରମ ହେଲେ ସତ୍ୟାନାଶ। ଆମରି ଲୋକେ ଆମକୁ ପିଟି ପକାଇବେ। କିଛି ଗୋଟାଏ ନୂଆକଥା କରି ଭିନ୍ନ ଏକ ପ୍ରକାରେ ବଞ୍ଚିବା ମୁସ୍କିଲ। ପମ୍ପ୍ଦିଆ ବେଙ୍ଗପରି ଡେଇଁବା ପୂର୍ବରୁ ନିର୍ଦ୍ଦିଷ୍ଟ କରିଦିଆଯାଇଛି। ଦି'ଚାରି ପାଦେ ଡେଇଁ ଡେଇଁ ଆମେ ମୁହିଁମାଡ଼ି ପଡ଼ିରହିବା।। ଆମ ଭିତରୁ ବହୁ ବୟସ୍କ ଓ ଅଭିଜ୍ଞମାନେ ମତ ଦେଇଥାନ୍ତି, ଏପରି ଡେଇଁବାରେ ଏକ ମାଦକତା ଅଛି। ଏକ ଅପୂର୍ବ ଆନନ୍ଦ ଅଛି। 'ପରମ୍ପରା'କୁ ମାନିନେବାରେ ଆମେ ଏତେ ଅଭ୍ୟସ୍ତ ଓ ଯତ୍ନଶୀଳ ଯେ ତାକୁ ବାଦଦେଇ ଅନ୍ୟ କୌଣସି କଥା ଆମ ମୁଣ୍ଡକୁ ହଠାତ୍ ପଶିପାରୁନି। ଗୁଡ଼ାଏ ମୃତ ବ୍ୟକ୍ତିଙ୍କ ପଂକ୍ତି ଉଦ୍ଧୃତ କରି କରି ଆମେ ଆମ ବିଜ୍ଞତାର ସାର୍ଟିଫିକେଟ ସଂଗ୍ରହ କରିବାରେ ସିଦ୍ଧହସ୍ତ। ସୁବିଧାବାଦୀ ଲୋକଙ୍କର ଏହା ଏକ ବଡ଼ ଅସ୍ତ୍ର। ଯେ କୌଣସି ପ୍ରକାରେ ଗଳିପଶି ଲକ୍ଷ୍ୟ ହାସଲ କରିନେଲେ ଗଲା। 'ଆଇନ ଆଗରେ ସମସ୍ତେ ସମାନ' ଏପରି ଏକ ପ୍ରବଚନ ବହୁ କାଳରୁ ତୁହାକୁ ତୁହା କାନପାଖେ ପିଟି ହେଉଥିଲେ ବି ଏହା ନାଁକୁ ମାତ୍ର ସତ୍ୟ। ସକଳ ନିୟମର ବ୍ୟତିକ୍ରମ ଆମ ଦେଶାନ୍ତରୀ ସହରର ଅସଲ ମାପକାଠି-। '' ଅନେକ ଦିନ ତଳର ସେ ପୁରୁଣା କାହାଣୀ। ଆଜି ସବୁ ଝାପ୍ସା ଝାପ୍ସା ମନେ ହେଉଛି। ସମୟ କେତେ ବଦଳି ଗଲାଣି ସତେ! ଲୋକଟି ଅଳସରେ ହାଇଟିଏ ମାରିଲା। ଆସ୍ତେ ଆଖି ମେଲାକରି ବାହାର ଦୁନିଆକୁ ଦେଖିଲା। ଜେଲ୍ର ଫାଟକ ବାହାରେ ଏକ ବିଚିତ୍ର ରଙ୍ଗିନ୍ ଦୁନିଆଁ। ଅଦାଲତରେ ଲୋକଟିର ବିଚାର ଶେଷ ହୋଇ ଯେଉଁଦିନ ନ୍ୟାୟାଧୀଶ ତାଙ୍କର ଦୀର୍ଘ ଅଣଚାଳିଶ ପୃଷ୍ଠା ରାୟରେ ଆସାମୀକୁ ସମାଜ ବିରୋଧି କାର୍ଯ୍ୟପାଇଁ ସାତବର୍ଷ ସଶ୍ରମ କାରାଦଣ୍ତ ସୁପାରିସ୍ କରିଥିବା କଥା ଘୋଷଣା କରିଦେଲେ, ଲୋକ ଗହଳିରେ ଫାଟି ପଡ଼ୁଥିଲା ଅଦାଲତ। ପ୍ରବଳ ପାଟିତୁଣ୍ତ, ଠେଲାପେଲା ଦେଖି ଲୋକଟି ସେଦିନ ନିର୍ବିକାର ପୁରୁଷ ପରି ମନକୁ ମନ ପ୍ରଶ୍ନ କରିଥିଲା—ଏ ଭିଡ଼, ଏ ଗହଳି କ'ଣ ସବୁ ତା'ରି ପାଇଁ? କେତେ ବଦଳି ଗଲେଣି ଲୋକେ। ସେଦିନ ଲୋକଟିର ମନ ହେଉଥିଲା, ଚିତ୍କାର କରି ସମସ୍ତଙ୍କୁ ଶୁଣାଇ ଦେବାକୁ ଯେ, ଯେତେ ଜୋର୍କରି ଚପାଇ ଦେବାକୁ ବସିଲେ, ସତ୍ୟ